ଚିକ୍କଣ ସିମେଣ୍ଟରେ କଳା ରଙ୍ଗ ଦିଆଯାଛି। କଡ଼େ କଡ଼େ ତାର ଯୁଇ ଓ ଆଇଁଷକାତର ବୁଦି, ବୁଦିକା ଫୁଲଗଛ। ବାଁ ପଟରେ ଗୋଟେ ଚମ୍ପା ଗଛ, ଗୋଟା କେତେଟା ଚମ୍ପାଫୁଲ ଫୁଟି ଚଉଦିଗକୁ ମହକିତ କରୁଛି। ଘରଟିର ଦରଜା, ଝରକା ବନ୍ଦ। ସେଇ ଅଣଓସାରି ବାରଣ୍ଡାର କାନ୍ଥରେ ଢାଉ ରଙ୍ଗରେ ଲେଖାଯାଇଛି ଚମ୍ପାକଢ଼ । ଚମ୍ପାକଢ଼, ଚମ୍ପାକଢ଼ି। ଏଇଠି ଯେମିତି ଯୁବକଟିର ନିଃଶ୍ୱାସ ବନ୍ଦ ହୋଇଯାଉଛି, ମନ ଫାଟିପଡ଼ୁଛି। ପ୍ରଚଣ୍ଡ ଇଛା ଜାଗି ଉଠୁଛି, ତାର ଅନୁସନ୍ଧିତ୍ସାକୁ ସେ ସ୍ପଷ୍ଟ କରିଦିଅନ୍ତା। ଏଇ ଘର, ତାର ରୁଦ୍ଧ ଦରଜା ଓ ବାତାୟନ, ଏଇ ବୁଦି ବୁଦି ଫୁଲଗଛ ସବୁକୁ ଘାଣ୍ଟିଚକଟି ଛିନ୍ଛତ୍ର କରି କାହାକୁ ସେ ବାହାର କରି ଆଣନ୍ତା। ରହସ୍ୟମୟ କୁହେଳୀ ଅପସାରି ନିରୋଳା ସୂର୍ଯ୍ୟାଲୋକରେ ଠିଆ କରାଇ ରଖନ୍ତା। ଯୁବକଟି ସେମିତି ପଦଚାରଣା କରୁଥିଲା ଓ ଘରଟିକୁ ଚାହୁଁଥିଲା, ଚିନ୍ତାରେ ମୁଣ୍ଡ ହଲାଉଥିଲା। ମନେ ମନେ କିଛି ସିଦ୍ଧାନ୍ତ ନେଇ ପୁଣି ସନ୍ଦିହାନ ହେଉଥିଲା। ତା ର ନାମ ସୁରେନ୍ଦ୍ର ବୋଲି କଣ ସେ? ଚମ୍ପାକଢ଼ି, ଚମ୍ପା ଗଛ ଏ ତ ତାର ଅନ୍ଵେଷଣର ଶୀର୍ଷ ନୁହେଁ। ତା ର ଲୋଡ଼ା, ହଳଦିଆ କୋଠା, ମୟୂରକଣ୍ଠୀ ରଙ୍ଗ ପର୍ଦ୍ଦ। ଆଉ ନାଁ ନାଁ ଏପାଖ ଓ ସେପାଖ। ସୁରେନ୍ଦ୍ରନାମିତ ଯୁବକଟି ହାତରେ ଝୁଲାଟାକୁ ମୁଠେଇ ଧରିଲା ଓ ଗଙ୍ଗାକୂଳ ଆଡ଼େ ଆସ୍ତେ ଆସ୍ତେ ଚାଲିଲା। ଗଙ୍ଗା କୂଳରେ ଲାଗିଛି ସେହି ସର୍ବକାଳୀନ ଅପରାହ୍ନ ର ଦୃଶ୍ୟ। ବହୁ ଲୋକ, ବହୁ ଧର୍ମ, ବହୁ ସଂସ୍କୃତିର ସମାବେଶ। କିଏ ହସୁଚି, କିଏ କାନ୍ଦୁଚି, କିଏ ଉଦାସ ଆଖିରେ ଦିଗନ୍ତକୁ ଚାହିଁ ରହିଛି, କିଏ ମନ୍ତ୍ର ପାଠ କରି ସ୍ନାନ କରୁଛି। ଆଉ କିଏ ଜୀବନର ଗୁରୁଭାର ସହି ନ ପାରି ନିରୋଳାରେ ଚାହୁଁଛି ବିସର୍ଜ୍ଜନ। ବିଚିତ୍ର ଏ ପୃଥିବୀ ଓ ବହୁ ବିଚିତ୍ର ଏଇ ମଣିଷର ମନ, ତା ର ଆବେଗ ଓ ହାହାକାର। ସୁରେନ୍ଦ୍ର ଥକ୍କା ହୋଇ ଚାହିଁ ରହିଥିଲା ସମ୍ମୁଖରେ ଏହି କଳ କଳ ଜଳର ସ୍ରୋତ, ଅପରାହ୍ନର ଖରା ଓ ସେ ଖରାର ମିଠା ବୋଳି ହୋଇଥିବା ମୃଦୁ ମନ୍ଦ ପବନ। ପାର୍ଶ୍ଵରେ ଏତେ କୋଳାହଳ, ତା ର ଚାଞ୍ଚଲ୍ୟକର ଅସ୍ଵସ୍ତିକୁ ଘୁଞ୍ଚାଇ ପାରିଲା ନାହିଁ। ସେ ଜଣେ ଲୋକକୁ ପଚାରିଲା ସେ ଘରଟା କା ର କହିପାରିବ? ଲୋକଟି ଅବଜ୍ଞାର ହସ ହସିଲା, କଣ ଦେଖିପାରୁନାହିଁ? ସେଟା ଯେ ଚୁଡ଼ିର ଦୋକାନ। ସୁରେନ୍ଦ୍ର ବିସ୍ଫାରିତ ଚକ୍ଷୁରେ ପୁଣି ଚାହିଁଲା ସତେ ତ ଚୁଡ଼ି ଦୋକାନ, ରୁଦ୍ଧ ଦରଜା ଖୋଲା ଯାଇଛି, ଥାକ ଥାକ ପଟାଗୁଡ଼ିକରେ ଚୂଡ଼ି ସବୁ ସଜା ହୋଇ ରହିଛି। ହୁଏତ କେହି ଜଣେ ଏହାର ମାଲିକ ଥିବ, ଜୀବିକା କରିଛି ଚୁଡ଼ିର ବ୍ୟବସାୟକୁ। ମାତ୍ର ଏଇ ଚମ୍ପା ଗଛ ଓ ଏହି ଚମ୍ପା କଢ଼ି ଲେଖା, ଏଇଟା କଣ? ଏଇଟା କଣ ହୋଇପାରେ? ସୁରେନ୍ଦ୍ର ବିଚଳିତ ହେଲା, ମୁଣ୍ଡ ଟାଇଁ ଟାଇଁ ବିନ୍ଧି ଉଠୁଛି। ସାରାଦିନ ସେ ଅଭୁକ୍ତ ଆଉ ବଳ ନାହିଁ। ଆଉ କିଛି ସେ ସ୍ଥିର କରି ପାରୁନି। ହାତରେ ସମୟ ମଧ୍ୟ କମ୍, ସନ୍ଧ୍ୟା ହେବାକୁ ଆଉ ବେଶୀ ଡେରିନାହିଁ। ତାପରେ ବିସର୍ଜନ ହଁ, ବିସର୍ଜନ। ମତେ କ୍ଷମା କର ମୁଁ ପାରିଲି ନାହିଁ, ମୁଁ ଅଧମ,ଅଯୋଗ୍ୟ। ସୁରେନ୍ଦ୍ର ଯେତେବେଳେ ପ୍ରକୃତିସ୍ଥ ହେଲା, ସେତେବେଳେ ଦେଖିଲା ନିଜ ଅଜାଣତରେ ସେ ଆସି ସେଇ ଖପରିଲେ ଘରଟିର ବାରଣ୍ଡାରେ ଠିଆ ହୋଇଛି। ତା ମନର ସବୁ ଆନ୍ଦୋଳନ, ସବୁ ଚାଞ୍ଚଲ୍ୟ ସତ୍ତ୍ୱେ ସେ ଆସି ଠିକ୍ ତାର ଲକ୍ଷ୍ୟ ଜାଗାରେ ପହଞ୍ଚିଛି। ଏ ଆକର୍ଷଣ କାହିଁକି, କଣ ପାଇଁ, ସେ ଜାଣେ। ଏ ଆକର୍ଷଣ ଏବଂ ଆବେଗ ଏମିତି ଏକ ବସ୍ତୁ ଯେ ମନୁଷ୍ୟ ତା ପାଖରେ କେତେ ଛୋଟ, କେତେ ଅସହାୟ ହୋଇ ଉଠେ। ସେଇ ବାରଣ୍ଡାରେ ଠିଆ ହୋଇ ସୁରେନ୍ଦ୍ର ଘରଟିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଥିଲା । ହଠାତ୍ ଭିତରୁ ବାହାରି ଆସିଲେ ଜଣେ ବର୍ଷିୟସୀ ମହିଳା। ସୁରେନ୍ଦ୍ର ଦୃଷ୍ଟି ତୋଳି ତାଙ୍କୁ ଚାହିଁ ରହିଲା, ଆଖିରେ ଆଉ ପଲକ ପଡ଼ିଲା ନାହିଁ ଯେମିତି ସେ ସେମିତି ଏକା ଆଖିରେ ଚାହିଁଥାଏ। କେତେ ସୁନ୍ଦର ସତେ, ବୟସ ନିଶ୍ଚୟ ପଚାଶ କିମ୍ବା କିଛି ଉଣା ଅଧିକ ହେବ। ତଥାପି ଦେହର ସୌନ୍ଦର୍ଯ୍ୟ ତାର କମନୀୟତାକୁ ଯଥାସମ୍ଭବ ଅଖଣ୍ଡ ରଖିପାରିଛି।